ଚାଲିଯାଉଥିବା ରମାକାନ୍ତ ଓ ଭଜକୃଷ୍ଣଙ୍କୁ ଲକ୍ଷ୍ୟକରି ଦି'ଜଣ କହିଲେ–ଯାଅ ବେ। ବୋଧେ ତମେ ଆଇ–ଏ–ଏସ୍ ହେଇଯିବ। ସାଲୁନକୁ ଯାଇ ଗୋଟା ଦଫା ହାକିମିଆ ବାଳ ବନେଇ ନେଇଥା। ସେମିତି ଆଇ. ଏ. ଏସ୍. ନ ମିଳିଲେ ବି ମୁଣ୍ଡର ଫିରେଇଟା ରହିଯିବ ତ। ହୋ ହୋ ହସକୁ ଭୟକରି ସଂଗଠିତ ଆକ୍ରମଣରୁ ପଳାଇଲେ ସେମାନେ। –ଚାଲରେ ଚାଲ। ଏହି ହଷ୍ଟେଲରେ ରହିଗଲେ ମଣିଷ ୟା'ଙ୍କରି ପରି ହେଇଯିବ। ଅଟକି ଯାଇ ରମାକାନ୍ତ କହିଲା–କିଏ ଜାଣେ ବାବୁ? ତାଙ୍କ ପରି ହେଲେ ଜୀବନରେ ଯଶ କି ତାଙ୍କପରି ନହେଲେ–। ଆମେ ଦେଖିଲେ ତ ଏଇ ନେତାମାନଙ୍କୁ–ମନ୍ତ୍ରୀ, ପ୍ରିନିସ୍ପାଲ, ପୁଲିସ୍ ସାହେବ, କିଲଟର ସାହେବ ସମସ୍ତେ ଡାକି ବାବୁ–ବାବୁ କରୁଛନ୍ତି। –ବେହିପେ, ସେମିତି ଅପଦାର୍ଥ ବୋଲି। ସକାଳୁଆ କୁହୁଡ଼ିର ଧାପଟିଏ ରାସ୍ତାକୁ ଆସୁଥିଲା–ପାଖ ନଈ ପଠାରୁ ମୁହାଁଇଛି ସହର ଆଡ଼କୁ। –କୁହୁଡ଼ି ବାବୁଙ୍କର ବି ସହର ଦେଖିବା ଦରକାର। ନ ଦେଖିବେ କାହିଁକି? ଏଠି କଲେଜ, କଚେରି, ଥାନା, ମଟରଗାଡ଼ି, ଦୋକାନ ଅଛି। ସେମାନଙ୍କର ଜୀବନକୁ ନଷ୍ଟ କରିବେ କାହିଁକି ନଈର ମାଟିଆ ବାଲି ଉପରେ। –ଯିବା କି? –କୁଆଡ଼େ? ଅଳକା ଘରକୁ। –ରମାକାନ୍ତ, ତମକୁ ଅଳକାର ଭୂତ ଘେରିଲାଣି। ମୁଁ ବି ସେମିତି ଥୋଡ଼ାଏ ଦିନ ମାନିନୀ–ମାନମୟୀ ହେଇ କୁହୁଡ଼ି ଦେଖିଲି। ଦେଖିଲ କ'ଣ? ଓସ୍ତାଦ୍ କୁହୁଡ଼ି ପହଁରାଳି ହେଇଗଲ। କଲେଜର କୁହୁଡ଼ି–ପହଁରା ପ୍ରତିଯୋଗିତା ହୁଅନ୍ତା କି ଭଜକୃଷ୍ଣ ତାରିଫ୍ କାମ ଦେଖାନ୍ତା ହେଇ ଭୁଲିବ ନାହିଁ। ସେମିତି ଗୋଟାଏ ଅନୁଷ୍ଠାନ ହେଲେ ଅନେକ ଦେଖଣାହାରୀ ଆସିବେ–ମାନମୟୀ ତ ନିଶ୍ଚୟ ଆସିବ। –ଆଉ ଅଳକା? –ସେ ବି ପହଁରିବ ତମ ସାଙ୍ଗରେ। ସେ ଜୀବନକୁ ଉଚ୍ଚାରୁ ଆହୁରି ଉଚ୍ଚା କରିବାରେ ଲାଗିଛି।... ଆକାଙକ୍ଷା ପଛରେ ଧାଇଁ ମାଙ୍କଡ଼ଚିତ୍ ମାରିଲେ ଲୋକ କ'ଣ ହୁଏ ଜାଣ? –କ'ଣ ହୁଏ? –ହୁଏ ମରୀଚିକାର କବି, କୋଣାର୍କ–ବାରବାଟିର ସ୍କୃତିର କବି, କୁହୁଡ଼ିର ଲେଖକ, କୁଆପଥରର ସୌଦାଗର। ମୋଟାମୋଟି ହେଇଯାଏ ଜୀବନର ଜୋକର୍। –ଘରେ ବସି ବହୁତ ଲୋକ ଏମିତି ନିଜକୁ ବଡ଼ ବଢ଼ିଆ ବୀର ବୋଲି କଳ୍ପନା କରନ୍ତି। କଲେଜ ହତାରୁ ଦିଲ୍ଲୀ ଓ ଭୁବନେଶ୍ୱର ସିଂହାସନ ପାଆନ୍ତି। ରମାକାନ୍ତ ପାଇଯିବ ଯେ –ରମାକାନ୍ତ ପଛେ କିଛି ନ ହେବ। ସେ କିନ୍ତୁ ଭଜକୃଷ୍ଣ ପରି କୁହୁଡ଼ିରେ ପହଁରିବ ନାହିଁ-। –ଛାଡ଼ ସେ କଥା। ସାପ ଯିଏ ଦେଖିଥିବ ସେ ବାଟ ଚାହିଁ ଚାହିଁ ଚାଲିବ। ଆସ ଯିବା ଆଜି ହୋଟେଲକୁ। –ହୋଟେଲ? –ହଁ। ଆଜି ଚାଲିଯିବି। ଏଇ ସହରର ଜଡ଼ ଖରାପ। ସମସ୍ତେ ଏଠି ତାଙ୍କର ହତାଶିଆ କାମନାର ଧୂଆଁକୁ ଫୋପାଡ଼ି ଏହାର ପାଣି ପବନକୁ ବିଷାକ୍ତ କରିଦେଲେଣି। ମଣିଷ ଆସିଲା ପାଠ ପଢ଼ିବାକୁ–ଫେରି ଯିବ ଗୋଟାଏ ବେକୁଫ୍ ହେଇ। ଆଉ ଦି' ଚାରି ଟଙ୍କା ନଷ୍ଟ କଲେ କ୍ଷତି କ'ଣ? –ଠିକ୍ କଥା କହୁଛ। ଜୀବନ ଯଦି ଫେଲ୍ ହେଇଗଲା ତେବେ ଆମର ପକେଟରେ ପଡ଼ିଥିବା ଟଙ୍କା କେଇଟା ବି କ'ଣ ହଲାପଟା କରି ପକାଇବ ଏହି ବ୍ୟର୍ଥ ଜୀବନକୁ? –ଜୀବନର ବ୍ୟର୍ଥତାକୁ? ଫକ୍କଡ଼ ହେଇଯିବା ଭଲ। –ଭଜକୃଷ୍ଣ ଫତୁର। ରମାକାନ୍ତ ହବ କି? –ହଁ। ତେବେ ମୁଁ କିଛି ପାଇ ନାହିଁ। ଫତୁର ହେବି କେମିତି? ପରୀକ୍ଷା ଦେଲେ ସିନା ଫେଲ ହେବି। –ହଉ ଚାଲ, ଓଧ ଭଜକୃଷ୍ଣ ସାଙ୍ଗରେ ଭୁଆଁ ବିରାଡ଼ି ରମାକାନ୍ତ ସମାନ ଆଉ ସାଙ୍ଗ-। ଦକ୍ଷିଣି କଫି ହୋଟେଲରୁ ଫେରିଲାବେଳେ ଭଜକୃଷ୍ଣ ପଚାରିଲା– ଶୁଭ ଚଢ଼େଇ ଦେଖି ଓଡ଼ିଆ ଦୋକାନ ଛାଡ଼ି ଦକ୍ଷିଣି। ଦୋକାନରେ ବସି ଗଲେ ଏଥର ଚାଲନ୍ତେ ନାହିଁ ଓଡ଼ିଆଙ୍କ ଘରକୁ। –ଠିକ୍ କହିଛ। ତେବେ କ'ଣ ଏକାଠି? –ଖରାପ କ'ଣ? ମୋର କ'ଣ ଗୋପନ ଚରିତ୍ର–ଲିପି ଖରାପ? –ଆଉ କ'ଣ? ତମେ ପରା ବ୍ଲାକ୍ ଲିଷ୍ଟରେ ଅଛି। –କାହାର? –ଆଉ କାହାର? ତମର ହାକିମ ଓ ମୁନିବ ଏବଂ ଜୀବନର ଅଧିକାରୀ ଶ୍ରୀମତୀ ମାନମୟୀ ଦେବୀଙ୍କର ଖାତାରେ। –ମୁଁ ବି ମୋରି ଖାତାରେ ଲେଖିଛି ଯେ ମାନମୟୀ ଏଇ ସୁନ୍ଦର ସଂସାରର ହଳାହଳ। –ଭଲ କହିଲ? ଏଇଟା ଓଲଟା ଯୁଗ ନା–ଅଇଁଠାମାନେ ଖାଇବା ଥାଳିକୁ ସାର୍ଟିଫିକେଟ୍ ଦେଲେଣି। ଚତୁର୍ଥ ଶ୍ରେଣୀର ଲୋକେ ପ୍ରଥମ ଶ୍ରେଣୀ ଉପରେ ମନ୍ତବ୍ୟ ଚଳାଇଲେଣି-। –ଭଲ କୁତାଟିଏ ହୋଇ ପାରିବ–ରମାକାନ୍ତ।